ଆଉ ଯଦି କା' ଦୁଆର ମୁହଁରେ ଠିଆ ହୋଇଗଲା ତା'ହେଲେ ତାକୁ କିଛି ନା କିଛି ଆହାର ନ ଦେଇ କ'ଣ ତ୍ରାହି ଅଛି? ଯଦି ଜଳଖିଆ ଦୋକାନରେ ପହଞ୍ଚି ଗଲା, କୋଉ ଦୋକାନୀର ସାଧ୍ୟ ଅଛି ତାକୁ ଘଉଡ଼ାଇ ଦେବ ତା'। ପାଟିରେ ବରା କି ଗୁଲୁଗୁଲାଟିଏ ନ ଦେଇ। କେଉଁ ଗରାଖର ସାହସ ଅଛି ତା' ଖାଦ୍ୟରୁ କିଛି ଅଂଶ ବିନା ପ୍ରତିବାଦରେ ସେଇ ଷଣ୍ଢଟି ମୁହଁରେ ନ ଦେଇ ଚାଲିଯିବ। ଆଉ କୋଉ ପରିବା ଦୋକାନୀର ବା ସାଧ୍ୟ ଅଛି ସଜ ପରିବାରୁ କିଛି ତା' ମୁହଁରେ ଗୁଞ୍ଜି ନ ଦେଇ ନିଶ୍ଚିନ୍ତରେ ବସି ରହି ପାରିବ? -ଲିଙ୍ଗରାଜଙ୍କ ଷଣ୍ଢ ଉପଦ୍ରୁତ ଏଇ ଅଞ୍ଚଳର କାହାର ବା ସାହସ ଅଛି ତାକୁ ବାଡ଼େଇ ପିଟି ଘଉଡ଼ାଇ ଦେବ? ଘଉଡ଼ାଇ ଦେଲେ ସେ କ'ଣ ଚାଲିଯିବ? ଓଲଟି ଫଁ ଫଁ କରି ତା'ର ମୁନିଆ ଶିଙ୍ଗ ଦି'ଟାକୁ ଘଉଡ଼େଇ ଥିବା ଲୋକ ଆଡ଼କୁ ମୁହେଁଇ ପରା ଗୋଡ଼େଇ ଆସିବ! ସେ ଯେଉଁ ଶିଙ୍ଗ କା ଦେହରେ ଯଦି ବାଜିଯିବ ତା'ହେଲେ ପ୍ରାଣପକ୍ଷୀଟା ଉଡ଼ିଯିବାକୁ ବା କେତେବେଳ-? ତାରି ଭୟରେ ଏ ଇଲାକାରେ ଅନ୍ୟ କୌଣସି ଷଣ୍ଢର ପ୍ରବେଶ ନାହିଁ। ଯଦି କଦବା କେହି କେମିତି ଆସିଯାଏ, ତା'ହେଲେ ତା'ର ପରାକ୍ରମ ନଥାଏ, ମୂଷାଟା ପରି ଆଡ଼େଇ ହୋଇ ଚାଲିଯାଏ ସେ ଲିଙ୍ଗରାଜ ଷଣ୍ଢ ପାଖରୁ। କେଉଁ ଜନ୍ମରେ ସେ କି ପୁଣ୍ୟ କରିଥିଲା କେଜାଣି ଏ ଜନ୍ମରେ ତା'ର ପାଳକ ପିତାଟି ନିଜ ପୁତ୍ରର ସର୍ବବିଧ ମଙ୍ଗଳ କାମନା କରି ଦାନ ସ୍ୱରୂପ ଏଇ ଷଣ୍ଢଟିକୁ ଲିଙ୍ଗରାଜଙ୍କ ଉଦ୍ଦେଶ୍ୟରେ ସଅଁପି ଦେଇ ତାଙ୍କ ଚକଡ଼ା ପାଖରେ ଛାଡ଼ିଦେଇ ଚାଲି ଯାଇଥିଲା। ଷଣ୍ଢର ଏବଂବିଧ ଦୌରାତ୍ମ୍ୟରେ ପୁତ୍ରର କି ମଙ୍ଗଳ ଯେ ସାଧିତ ହେଉଥିବ ତାହା ପ୍ରଭୁ ଲିଙ୍ଗରାଜ ଜାଣନ୍ତି। ସେଇ ଦିନରୁ ସେ 'ଲିଙ୍ଗରାଜଙ୍କ ଷଣ୍ଢ' ହୋଇ ବୁଲୁଚି ନିଶ୍ଚିନ୍ତ, ବେପରୁଆ ଭାବରେ। କାହାକୁ ଭୟ ନାହିଁ କି ଖାତିର ନାହିଁ। ତା'ର ଅତ୍ୟାଚାର ଦିନକୁ ଦିନ ବଢ଼ିଚାଲିଛି ଏଇ ଇଲାକାରେ, ହେଲେ ତାକୁ ବାଡ଼ିଆପିଟା କରିବା କଥା କେହି କେବେ ଚିନ୍ତା କରିନାହିଁ। କାହାର ବା ଧର୍ମ ଭୟ ନାହିଁ ଯେ? ଲିଙ୍ଗରାଜଙ୍କ ଷଣ୍ଢକୁ ବାଡ଼େଇବା ମାନେ ହିଁ ତ ନିଜର ସଞ୍ଚିତ ସକଳ ପୁଣ୍ୟକୁ ଜାଣିଶୁଣି ପାଣିକୁ ଫିଙ୍ଗି ଦେଇ ଆଗାମୀ ତିନି ଜନ୍ମ ପାଇଁ ପାପ ସଞ୍ଚୟ କରାଯିବା। ଲିଙ୍ଗରାଜଙ୍କ ଭୟ ଯେତିକି ନୁହେଁ, ଲିଙ୍ଗରାଜଙ୍କର ଏଇ ଷଣ୍ଢଟିର ଭୟ ତତୋଽଧିକ ଗ୍ରାସିଛି ସାରା ଭୁବନେଶ୍ୱରିଆଙ୍କୁ। ଲିଙ୍ଗରାଜ ତ ପ୍ରତ୍ୟକ୍ଷରେ ଆଉ ନିଜ ଆସନରୁ ଉଠି ଆସୁ ନାହାନ୍ତି। ପ୍ରସ୍ତରୀଭୂତ ଦେବତାମାନେ ପ୍ରତ୍ୟକ୍ଷ ଯଦି ନିଜର ପ୍ରତିକ୍ରିୟା ପ୍ରକାଶ କରୁଥାନ୍ତେ ତା'ହେଲେ ଅଧର୍ମ, ଅନୀତି, ଅନାଚାରର ଏତେ ପ୍ରାବଲ୍ୟ ଥାନ୍ତା କାହିଁକି? ଅନବରତ ଏଇ ଅଞ୍ଚଳରେ ଅର୍ଦ୍ଦଳି କରି ଆସିଥିବା ଦୋକାନୀଙ୍କଠୁଁ ଆରମ୍ଭ କରି ଖାଉଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଉପଦ୍ରବ କରି ଆସିଥିବା ଏଇ ଲିଙ୍ଗରାଜ ଷଣ୍ଢ ସାଙ୍ଗରେ ବିଷ୍ଣୁ ଦାସର କି ସମ୍ବନ୍ଧ? ବିଷ୍ଣୁ ଦାସ! ବିଷ୍ଣୁ ଦାସର ଆବିର୍ଭାବ ଏଇ ଇଲାକାରେ କିମିତି ହେଲା ତା' ହୁଏତ ଅନେକ ଜାଣନ୍ତି; କିନ୍ତୁ ତା'ର ଘର, ବାପା ମାଆ, ବଂଶ ପରମ୍ପରା ବିଷୟରେ କେହି କିଛି ଜାଣନ୍ତିନି। ସନ୍ଧାନ ନେବାକୁ ଯାଇ ଅନେକ ହତାଶ ହୋଇଛନ୍ତି। କେଉଁ ଏକ ଅଜଣା ଗାଆଁର ଅଜଣା ଭକ୍ତଟି ଲିଙ୍ଗରାଜଙ୍କୁ ସଅଁପି ଦେଇଥିବା